ଜରତାର ପ୍ରେମ ଶତ୍ରୁପକ୍ଷର ବିମାନ ଆକ୍ରମଣରୁ ବିମାନଘାଟୀକୁ ରକ୍ଷା କରିବାପାଇଁ ହଠାତ୍ ସାଇରେନ୍ ବାଜିଉଠିଲା। ଗଭୀର ରାତ୍ରିର ନିସ୍ତବ୍ଧତା ଭଙ୍ଗକରି ମିତ୍ର ପକ୍ଷର କମାଣଗୁଡ଼ିକ ଗର୍ଜିଉଠିଲେ। ଗୁଳିମାଡ଼ରେ କାନ ଫାଟିପଡ଼ୁଥାଏ। ହଠାତ୍ ଗୋଟିଏ ବୋମାବର୍ଷଣକାରୀ ଶତ୍ରୁପକ୍ଷର ବିମାନ ମଥା ଉପରେ ଚକ୍କର ମାରି ଉପରକୁ ଉଡ଼ିଗଲା। ତାକୁ ଲକ୍ଷ୍ୟକରି କମାଣରୁ ଗୁଳି ଫୁଟାଇଲେ ବୀରେନ୍ଦ୍ର। ଗୁଳି ଲକ୍ଷ୍ୟଭେଦ କରିପାରିଲା ନାହିଁ। ବୈମାନିକ ପ୍ରାଣଭୟରେ ବିମାନର ଗତି ଦୁଇଗୁଣ ବଢ଼ାଇ ନିଜ ଘାଟିକୁ ଉଡ଼ିଗଲେ। ''ଯାଃ, ବିଚରା ଏହି ଥରକ ରକ୍ଷା ପାଇଗଲା'' ଏତିକି କହି ଗଭୀର ଅନ୍ଧକାର ମଧ୍ୟରେ ବୀରେନ୍ଦ୍ର ମ୍ଳାନ ମୁଖରେ ହସିଦେଲେ। ସୀତାକାନ୍ତ ଅନୁଚ୍ଚ ସ୍ୱରରେ କହିଲେ ''ବନ୍ଧୁ! ମୃତ୍ୟୁର ବିଭୀଷିକା ମଧ୍ୟରେ ତୁମେ ଏତେ ଅନ୍ୟମନସ୍କ ହୋଇପାରିଛ କିପରି? '' ହଠାତ୍ ବୀରେନ୍ଦ୍ର କୌଣସି ଜବାବ୍ ଦେଲେନାହିଁ। ସେ କେବଳ କହିଲେ, ''ପ୍ରେମଠାରୁ କ'ଣ ମୃତ୍ୟୁ ଅଧିକ ମାରାତ୍ମକ? '' ପୁଣି ସାଇରନ୍ ବାଜିଉଠିଲା। କାନଫଟା ଶବ୍ଦ ସୃଷ୍ଟିକରି ଏଣ୍ଟ୍ରିଏୟାର କ୍ରେପ୍ଟରୁ ଗୁଳି ଛାଡ଼ିଲେ ବୀରେନ୍ଦ୍ର। ସୀତାକାନ୍ତ ବୀରେନ୍ଦ୍ରର କାନ ପାଖରେ ମୁହଁରଖି କହିଲେ, ''ଏକଶ କୋଡ଼ିଏ ଡିଗ୍ରୀ ଏଙ୍ଗେଲରେ ଗୁଳି ଫୁଟାଅ। ମୋ କଥା ମାନ, ଦେଖିବ ଲକ୍ଷ୍ୟ ଭେଦ କରିବାକୁ ଆମେ ନିଶ୍ଚୟ ସମର୍ଥ ହେବା। '' ଆଉ ଗୁଳି ଫୁଟାଇବାର ଆବଶ୍ୟକ ପଡ଼ିଲା ନାହିଁ। ଶତ୍ରୁପକ୍ଷର ବିମାନଟି ପୁଣି ଅଦୃଶ୍ୟ ହୋଇଗଲା। ରାତି ସେତେବେଳକୁ ସାଢ଼େ ଦୁଇ। ଜନ୍ମଭୂମିଠାରୁ ହଜାର ହଜାର ମାଇଲ ଦୂରରେ ଅଛନ୍ତି ଏହି ଦୁଇଜଣ ଭାରତୀୟ। କାହିଁ ଏଡେନ୍ ଆଉ କାହିଁ ଓଡ଼ିଶାର ଅଖ୍ୟାତ ପଲ୍ଲୀ ସୁନ୍ଦର ଗାଁ। ଆଖି ଖୋଲି ଅନାଇଲା ବେଳକୁ ଆଖି ପାଏନାହିଁ। ଭାରତର ଧୂଳି ମାଟି ସେଠାରେ ସ୍ୱପ୍ନ। ଭାରତର ସରଳ ପ୍ରାଣ ମଣିଷର ହସ ସେଠାରେ ଦୁର୍ଲ୍ଲଭ। ପୁଣି ସୀତାକାନ୍ତ ପ୍ରଶ୍ନକଲେ ''ବନ୍ଧୁ! ପ୍ରେମ କଥା କ'ଣ କହୁଥିଲ? ପ୍ରେମିକର ହୃଦୟ ନେଇ ତୁମେ ଯୁଦ୍ଧଭୂମିକୁ ଆସିଲ କିପରି? '' ବୀରେନ୍ଦ୍ରର ଆଖି ଦୁଇଟି ଅନ୍ଧକାର ମଧ୍ୟରେ ଜଳି ଉଠିଲା ଭଳି ସୀତାକାନ୍ତକୁ ଜଣାଗଲା-। ବୀରେନ୍ଦ୍ର ଉତ୍ସାହୀ ସହକାରେ ଆରମ୍ଭକଲେ ''ତୁମେ କ'ଣ କହିବାକୁ ଚାହଁ ଯେ କେବଳ କ୍ଷୁଧାପାଇଁ ପୃଥିବୀରେ ସବୁବେଳେ ବିଗ୍ରହ ଲାଗେ? ମଣିଷ କେବଳ ପେଟପାଇଁ କ'ଣ ଅସ୍ତ୍ର ଧରେ? ଏହି ପେଟପାଇଁ କ'ଣ ମଣିଷ ପଶୁ ହୁଏ? କ୍ଷୁଧାରୂପୀ ଭଗବାନଙ୍କୁ ତୁଷ୍ଟ କରିବାକୁ ମଣିଷ କ'ଣ ଅନ୍ୟ ଉପରେ ଜୁଲୁମ ଆରମ୍ଭ କରେ? '' ବୀରେନ୍ଦ୍ରର ପ୍ରଶ୍ନର ଉଦ୍ଦେଶ୍ୟ ସୀତାକାନ୍ତ ବୁଝିପାରିଲେ ନାହିଁ। ସେ କେବଳ ଅନାଇଲେ ବୀରେନ୍ଦ୍ରକୁ। ଇତିମଧ୍ୟରେ ବୀରେନ୍ଦ୍ର ଟିକିଏ ଆଖିବୁଜି ଭାବିବାକୁ ଲାଗିଲେ ଆତ୍ମୀୟ ସ୍ୱଜନଙ୍କ କଥା। କେହି ଆଜି ପାଖରେ ନାହାନ୍ତି। ପାଖରେ ମହାମୃତ୍ୟୁ ମୁଖ ବ୍ୟାଦାନକରି ଛିଡ଼ାହୋଇଛି ଏବଂ ତାଙ୍କର ଚାରିପଟେ ସବୁବେଳେ ଘୂରିବୁଲୁଛି ସୁଜାତାର ଅଟ୍ଟହାସ। ଏହି ସୁଜାତା ହେଉଛି ଚୌଧୁରୀ ପରିବାରର ଏକମାତ୍ର ଅଲିଅଳି ଝିଅ। ଯେଉଁଠାରେ ରୂପ ଓ ଯୌବନ ଏକତ୍ର ସମାବେଶ ସେଠାରେ ଆତ୍ମବଡ଼ିମା ସହଜରେ ଦେଖାଦିଏ। ତେଣୁ ସୁଜାତାର ଦାମ୍ଭିକତା ଯଥେଷ୍ଟ ଥିଲା। ସେ ସବୁବେଳେ ଭାବୁଥିଲା ନାରୀର ସୌନ୍ଦର୍ଯ୍ୟ ପାଖରେ ପୁରୁଷର ବିଭବ, ପରାକ୍ରମ ବିଦ୍ୟା, ବୁଦ୍ଧି ସବୁ ନଗଣ୍ୟ। ପୁରୁଷର ପୌରଷ ସବୁବେଳେ ଏହି ନାରୀ ପାଖରେ ପରାଜୟ ସ୍ୱୀକାର କରେ। ଏହି ପ୍ରକାର ଧାରଣା ନେଇ ସୁଜାତା ଯେତେବେଳେ ଆଗେଇ ଚାଲିଥିଲା, ସେହି ମୁହୂର୍ତ୍ତରେ ଦିନେ ତା'ର ସାକ୍ଷାତ ହେଲା ବୀରେନ୍ଦ୍ର ସାଥୀରେ। ବୀରେନ୍ଦ୍ର ଥିଲେ ସୁଜାତାର ଧୂଳିଖେଳର ସାଥୀ। ଏହି ଦାବି ଘେନି ବୀରେନ୍ଦ୍ର ଆଗେଇ ଆସିଥିଲେ ସୁଜାତା ପାଖକୁ କେବଳ କାଣିଚାଏ ସ୍ନେହ ଆଶାରେ। ଯେଉଁ ନାରୀ ସବୁବେଳେ ନିଜ ସମ୍ୱନ୍ଧରେ, ନିଜର ରୂପ ଓ ଯୌବନ ସମ୍ୱନ୍ଧରେ ଏବଂ ନିଜର ବିଭବ ସମ୍ୱନ୍ଧରେ ଚିନ୍ତା କରିବାରେ ବ୍ୟସ୍ତ ସେ ଅନ୍ୟର ହୃଦୟ ବୁଝିବାକୁ କେତେବେଳେ କ'ଣ ସମର୍ଥ ହୁଏ? ସେ ବୁଝେ ସ୍ନେହ, ଦୟା, ପ୍ରେମ ଏ ସମସ୍ତ କ୍ରୟ ବିକ୍ରୟ ପଦାର୍ଥ। ଆଖିବୁଜି ଖର୍ଚ୍ଚ କରିପାରିଲେ ସବୁ ଦୁନିଆରେ କିଣିବାକୁ ମିଳେ। ଏ ଦୁନିଆରେ ଅର୍ଥ ବିନିମୟରେ ସବୁ ଯୋଗାଡ଼ କରାଯାଇପାରେ! ଦିନେ ସୁଜାତା ପୋଖରୀ ପାଖ ଜାମୁକୋଳି ଗଛ ପାଖରେ ଛିଡ଼ା ହୋଇଥାଏ। ପାଖରେ କେହି ନ ଥିଲେ। ଅଳ୍ପ ଦୂରରେ ମାଉସୀ ଝିଅ ସାନ ଭଉଣୀ ସୁମତୀ ଜାନୁକୋଳି ଗୋଟାଇବାରେ ବ୍ୟସ୍ତ ଥାଏ। ବୀରେନ୍ଦ୍ର ସୁଜାତା ନିକଟକୁ ଆସି ସୁମତୀକୁ ଲକ୍ଷ୍ୟକରି କହିଲେ, ''ବଡ଼ଲୋକର ଝିଅ ହୋଇ ତୁମେ ଜାମୁକୋଳି ଗୋଟାଉଛ? ଲୋକେ ଦେଖିଲେ କ'ଣ କହିବେ।